ଛାଇ ଅନ୍ଧକାର ଭିତରେ ବି ତାଙ୍କର ଶ୍ୟେନ ଦୃଷ୍ଟି ଚତୁଃପାର୍ଶରୁ ଘୁରିଆସିଥିଲା। ସେ ଯେଉଁଠାରେ ବସିଥିଲେ ସେଠାରୁ ଅଳ୍ପଦୂରରେ ଷ୍ଟେଜ୍। ପ୍ରକାଣ୍ତ ଏକ ହଲ ଆଉ ଅନୁରୁପ ସାଜସଜ୍ଜା ଦେଖି ବିସ୍ମିତ ନ ହୋଇ ରହିପାରିଲେ ନାହିଁ ଶତ୍ରୁଜିତ। ହଲ୍ଟିର ସମସ୍ତ ଉପକରଣ ଖୁବ୍ ମୂଲ୍ୟବାନ୍। ଅଳ୍ପ କେତେକ ଟେବୁଲ ବାନ୍ଧିଲେ, ପ୍ରାୟ ପ୍ରତ୍ୟେକ ଟେବୁଲରେ ଅସଂଖ୍ୟ ଯୋଡ଼ି ବିଭିନ୍ନ ରଙ୍ଗବେରଙ୍ଗ ପୋଷାକରେ ସଜ୍ଜିତ ହୋଇ ବସିଥିଲେ। ସେମାନଙ୍କ ନିର୍ଦ୍ଦେଶ ଅନୁସାରେ କର୍ମତତ୍ପର ତରୁଣୀ ପରିଚାରିକାଗଣ ବିଭିନ୍ନ ଖାଦ୍ୟପାନୀୟ ପରିବେଷଣ କରିଚାଲିଥିଲେ। ସାର୍! ହଠାତ୍ ଏକ ତରୁଣୀକଣ୍ଠର ମଧୁର ଗୁଞ୍ଜନ ଶୁଣି ଚମକିଉଠିଲେ ଶତ୍ରୁଜିତ୍। ପରିଚାରିକାଟିଏ ଟ୍ରେରେ କିଛି ବିସକୁଟ ଆଉ ପାନୀୟ ଆଣି ଟେବୁଲ ଉପରେ ରଖିଲା। ଧନ୍ୟବାଦ! ମୋ ପାଇଁ ଗୋଟିଏ ଗ୍ଲାସ୍ଲିମନ ସ୍କ୍ୱାସ ଆଣି ଦେଲେ ମୁଁ ଖୁବ୍ ଆନନ୍ଦିତ ହେବି। ପରିଚାରିକାଟି ବିନା ଉତ୍ତରରେ ସେଠାରୁ ଚାଲିଗଲା। ପରେ ପରେ ଦ୍ୱିତୀୟ ଘଣ୍ଟି ବାଜିଉଠିବା ସଙ୍ଗେ ସଙ୍ଗେ ବଂଶୀର ମଧୁର ମୂର୍ଚ୍ଛନା ରଙ୍ଗମଞ୍ଚ ଉପରୁ ଭାସିଆସିଲା। ପୁଣିଥରେ ଶତ୍ରୁଜିତଙ୍କର ତୀକ୍ଷ୍ଣ ଦୃଷ୍ଟି ହଲ୍ ଭିତରେ ଘୁରିବୁଲିବାରେ ଲାଗିଲା। ଠିକ୍ ତାଙ୍କର ପଛକୁ ପୂର୍ବରୁ ଶୂନ୍ୟ ପଡ଼ିଥିବା ସିଙ୍ଗଲ ସିଟରେ ବସିଥିଲା ଛାୟା। ତା'ଠାରୁ କିଛିଦୂର ଛାଡ଼ି ରଜତ ବହିଦାର। ସ୍ମିତହାସ୍ୟର ରେଖା ଖେଳାଇ ପୁଣି ଷ୍ଟେଜ୍ଆଡ଼କୁ ଦୃଷ୍ଟି ଫେରାଇଲେ ଶତ୍ରୁଜିତ୍। କଲ୍ ଥିବା ପ୍ରତ୍ୟେକ ଦର୍ଶକ ନିଜ ନିଜ ଭିତରେ ଗଳ୍ପ କରିବାରେ ଲାଗିରହିଥିଲେ। ଅନ୍ୟ କାହାରି ଦୃଷ୍ଟି ତାଙ୍କ ପ୍ରତି ଆକୃଷ୍ଟ ହୋଇ ନ ଥିବା ଦେଖି ସେ ନିଶ୍ଚିନ୍ତ ହେଲେ। ପୂନର୍ବାର ପରିଚାରିକାଟି ପ୍ରବେଶ କଲା। ସାହାସ୍ୟ ବଦନରେ ତା' ହାତରୁ ଗ୍ଲାସଟି ନେବା ସଙ୍ଗେ ସଙ୍ଗେ ତୃତୀୟ ଘଣ୍ଟି ବାଜିଉଠିଲା। ପରମୁହୂର୍ତ୍ତରେ ହଲ୍ରୁ ଆଲୋକ ପୂର୍ଣ୍ଣମାତ୍ରାରେ ନିର୍ବାପିତ ହୋଇଗଲା। ଆଉ ତା' ସହିତ ହଲ୍ର ଚାପ ଗୁଞ୍ଜନରେ ହଠାତ୍ ପୂର୍ଣ୍ଣଛେଦ ପଡ଼ିଗଲା। ଆଟେନସନ୍ ପ୍ଲିଜ୍, ଆଟେନସନ୍ ପ୍ଲିଜ୍! କେତେକ ଅତ୍ୟାବଶ୍ୟକ କାରଣବଶତଃ କୁମାରୀ ସରିତାଙ୍କର ନୃତ୍ୟ ଆମେ ଆଜି ମାତ୍ର ଆଉ ପାଞ୍ଚମିନିଟ୍ ପରେ ଆରମ୍ଭ କରିବାକୁ ଯାଉଛୁଁ। ତେଣୁ ଆଜିକାର ପ୍ରଥମ ପ୍ରୋଗ୍ରାମ ତାଙ୍କ ନୃତ୍ୟ ପରେ ଦେଖିବାକୁ ପାଇବେ। ଆମର ବିଶ୍ୱାସ ଆମର ଏଇ ପରିବର୍ତ୍ତନକୁ ଆପଣମାନେ ନିଶ୍ଚୟ ସ୍ୱାଗତ କରିବେ। ବର୍ତ୍ତମାନ ଏଇ ପାଞ୍ଚମିନିଟ୍ ପାଇଁ ଆଜିକାର ନିମନ୍ତ୍ରିତ କଣ୍ଠଶିଳ୍ପୀ ସୁବୋଧଙ୍କର ସଙ୍ଗୀତ ଶୁଣନ୍ତୁ। ପୁଣି ଥରେ ଆପଣମାନଙ୍କ ନିକଟରେ କ୍ଷମା ମାଗି ମୁଁ ରହୁଛି। କଣ୍ଠସ୍ୱର ବନ୍ଦ ହୋଇଯିବା ସଙ୍ଗେ ସଙ୍ଗେ କରତ ଲିଧ୍ୱନିରେ କିଛି ସମୟ ପାଇଁ ହଲ୍ଘରଟି ପ୍ରକମ୍ପିତ ହୋଇ ନୀରବ ହୋଇଗଲା। ପରେ ପରେ ମଞ୍ଚର ଝିନ ପରଦା ଧୀରେ ଧୀରେ ମୁକୁଳିତ ହେବା ସଙ୍ଗେ ସଙ୍ଗେ ଶିଳ୍ପୀଙ୍କର ମଧୁର କଣ୍ଠସଙ୍ଗୀତ ପବନରେ ଭାସିବୁଲିଲା। ଅନ୍ୟମାନଙ୍କ ପାଇଁ ପ୍ରୋଗ୍ରାମର ପରିବର୍ତ୍ତନ ବିଶେଷ ଆନନ୍ଦର ବିଷୟ ହୋଇଥିଲେ ବି ତାହା ଶତ୍ରୁଜିତଙ୍କୁ ଗଭୀର ସନ୍ଦେହ ଭିତରେ ପକାଉଥିଲା। ହଠାତ୍ ଏଭଳି ପରିବର୍ତ୍ତନର କାରଣ ସେ ସହଜରେ ବୁଝିପାରିଲେ ନାହିଁ। ଧୀରେ ଧୀରେ ପକେଟରୁ ସିଗାରେଟ୍ ଖଣ୍ତିଏ ବାହାର କରି ଅଗ୍ନିସଂଯୋଗ କରିବାରେ ଲାଗିଲେ। ତା'ପରେ ତାଙ୍କର ଦୃଷ୍ଟି କିଛି ସମୟ ପାଇଁ ଗାୟକଙ୍କ ଉପରେ ସ୍ଥିର ରହିଲା। ହଠାତ୍ ନିଜର ବାମ ହାତ ଉପରେ କାହାର ସ୍ପର୍ଶ ଅନୁଭବ କରି ସେ ଚମକି ଉଠିଲେ। ତାଙ୍କର ଦୃଷ୍ଟି ଅପ୍ରତ୍ୟାଶିତ ଭାବରେ ସେଇଆଡ଼େ ବୁଲିଆସିଲା। ରଙ୍ଗମଞ୍ଚର ଆଲୋକରେ କିଛିମାତ୍ରାରେ ସେ ସ୍ଥାନଟି ଆଲୋକିତ ହୋଇଉଠିଥିଲା। ନିଜ ପାଖରେ ସଂପୂର୍ଣ୍ଣ ଅଜଣା ଏକ ତରୁଣୀକୁ ଦେଖି ସେ ସନ୍ଦିଗ୍ଧ ହୋଇପଡ଼ିଲେ। ତରୁଣୀଟି ତାଙ୍କର ଆହୁରି ପାଖକୁ ଲାଗିଆସି କହିଲା,"ସରିତା ତାଙ୍କର ନୃତ୍ୟ ଶେଷ ହେବା ପରେ ପରେ ଆପଣଙ୍କ ପାଖକୁ ଆସିବାକୁ ସମ୍ମତ ହୋଇଛନ୍ତି। ଆଉ ତାଙ୍କର ଅନୁରୋଧକ୍ରମେ‌‌‌__